ଚଢ଼େଇ ଉଡ଼ିଯାଇ କ୍ରୋଟନ୍ ଗଛରେ ବସିଲା, ପୁଣି ଉଡ଼ିଯାଇ ବସିଲା ଆଉ ଏକ ଗଛର ଡାଳରେ। ଚଢ଼େଇ ଉଡ଼ୁଛି। ଗୁଗୁଲୁ ବସିଛି। ଆଃ.. ତା' କାନ୍ଧରେ ଦି'ଟା ଡେଣା ଲାଗିଯା'ନ୍ତା କି କୁନି ଚଢ଼େଇ ପରି। ସେ ଉଡ଼ି ଉଡ଼ି ଯା'ନ୍ତା ବଡ଼ ଆଈ ଘରକୁ। କଲିଂବେଲ ବାଜିଲା। ଗୁଗୁଲୁ ଦଉଡ଼ିଗଲା ଗ୍ରୀଲ ପାଖକୁ। ଜଣେ ବାହାରେ ଠିଆ ହୋଇଥିଲେ। ଗୁଗୁଲୁ ମୁହଁ ଗଳେଇ ଦେଖିଲା। ସୀମା ଆଣ୍ଟି। ''ରୁହ ପାପାଙ୍କୁ ଡାକୁଚି। ମୁଁ ଖୋଲି ପାରିବିନି। '' ଗୁଗୁଲୁ ଦଉଡ଼ିଲା ଶୋଇବା ଘରକୁ। ପାପା ଟିଭି ଦେଖୁଥିଲେ। ''ପାପା ଆସ। ଗେଟ୍ ଖୋଲ। ସୀମା ଆଣ୍ଟି ଆସିଛନ୍ତି। '' ଧଇଁସଇଁ ହୋଇ କହିଲା ଗୁଗୁଲୁ। ପାପା ଧୀରେ କି ଉଠିଲେ ବ୍ଲାକ୍ କଲର ବ୍ୟାନିୟନ୍ ପିନ୍ଧିଲେ। ଗଲେ ଖୋଲିବାକୁ ଗ୍ରୀଲ। ଗୁଗୁଲୁ କହିଲା,''ଜଲ୍ଦି ଆସ, ଜଲ୍ଦି ଆସ। ଆଣ୍ଟି ବାହାରେ ଠିଆ ହୋଇଛନ୍ତି। '' ସୀମା ଆଣ୍ଟି ଘର ଭିତରକୁ ଆସିଲେ। ସୋଫା ଉପରେ ବସିଲେ, ଠିକ୍ ପାପାଙ୍କ ପାଖରେ। ଗୁଗୁଲୁକୁ ଭଲ ଲାଗିଲାନି। ପାପାଙ୍କ ପାଖରେ ଖାଲି ସିଏ ବସିବ। ଖାଲି ସିଏ। ସୀମା ଆଣ୍ଟି ଗୁଗୁଲୁ ସହ ହ୍ୟାଣ୍ଡସେକ୍ କରିବାକୁ ହାତ ବଢ଼ାଇଲେ। ଗୁଗୁଲୁ ହାତ ବଢ଼ାଇଲାନି। ପାପା କହିଲେ,''ଗୁଗୁଲୁ, ହ୍ୟାଣ୍ଡସେକ୍ କର। ନ ହେଲେ ଆଣ୍ଟି ମନ ଦୁଃଖ କରିବେ। '' ଗୁଗୁଲୁ ଶୁଣିଲାନି। ମାମା ମନଦୁଃଖ କଲେ ପାପାଙ୍କର କିଛି ହୁଏନି। ଆଣ୍ଟିଙ୍କର ମନଦୁଃଖ ହେବ ବୋଲି ତାକୁ ବଟରିଂ କରୁଛନ୍ତି। ପାପା ଦୁଇଥର କହିଲେ। ତା'ପରେ ସୀମା ଆଣ୍ଟିଙ୍କ ସହ କଥା ହେଲେ। ସୀମା ଆଣ୍ଟି ଚକୋଲେଟ୍ କାଢ଼ିଲେ ବ୍ୟାଗ୍ରୁ। ଗୁଗୁଲୁକୁ ଦେଲେ। ପାପାଙ୍କୁ ବି ଦେଲେ। ଗୁଗୁଲୁ ଖୁସି। ମାମା ଥିଲେ ଏବେ ଡାକନ୍ତେ ଘର ଭିତରକୁ। କହନ୍ତେ,''ଚକୋଲେଟ୍ ଦେ। କାନ ଧର। ଉଠ୍ବସ୍ ହ'। କେତେଥର ମନାକରିଛି, ଚକଲେଟ୍ ଖାଇବାକୁ। '' ଉଠ୍ବସ୍ ହୋଇଥାନ୍ତା ଗୁଗୁଲୁ। ମାମା କେବେବି ଚକୋଲେଟ୍ ଦିଅନ୍ତିନି। ଖାଇବାକୁ ମାଗିଲେ ଖାଲି ଡାଲିଭାତ ଦିଅନ୍ତି। ଛି.. ଭାରି ବାଜେ। ବଡ଼ ଆଈଙ୍କ ଘର ମିଟୁ, କୁନି କୁକୁର ଇଚ୍ଛା ହେଲେ ଅଳ୍ପ ଖାଇ ଛାଡ଼ି ଦିଅନ୍ତି। କିନ୍ତୁ ଗୁଗୁଲୁକୁ ସବୁ ନ ଖୋଇଲେ ମାମାଙ୍କ ମନ ଶାନ୍ତି ହୁଏନି। ପାପା ରାଗିବେ ମାମା ଉପରେ ଆଉ ମାମା ଗୁଗୁଲୁ ଉପରେ। ମାମାଙ୍କୁ ପାପା। ଗାଳି ଦେଲେ ସେ କାନ୍ଦେ। ସେ କାନ୍ଦିଲେ ପାପା ଚୁପ୍ ହୋଇଯା'ନ୍ତି। କିନ୍ତୁ ମାମା ତାକୁ ରାଗନ୍ତି। କାହିଁକି ରାଗନ୍ତି ତାକୁ ମାମା? କୁନି ଚଢ଼େଇକୁ କ'ଣ ତା'ମାମା ରାଗେ? ବୁଲା ନାଲି କୁକୁର ଯେ ଏବେ କୁନି କୁନି ଛୁଆ ଦେଇଛି। ସେ କ'ଣ ରାଗିବ ତା' ଛୁଆଙ୍କୁ? ତାଙ୍କ ପୁଷି ବିଲେଇ ତ ରାଗୁନି ତା' ଟ୍ୱିଙ୍କିଲ୍କୁ? ହେଲେ ଗୁଗୁଲୁକୁ ମାମା ରାଗନ୍ତି କାହିଁକି? ସେ ତ କେତେ ଭଲ ପାଏ ମାମାଙ୍କୁ। ଏଥର କଟି ପକାଇ ଦେବ। କଥା ହେବନି। ଗୁଗୁଲୁ ଚକୋଲେଟ୍ ଖାଉଥିଲା ମନଇଚ୍ଛା। ପାପା ଗପୁଥିଲେ ସୀମାଆଣ୍ଟିଙ୍କ ସହ। ସୀମା ଆଣ୍ଟିଙ୍କ ହାତ ଭିତରେ ଥିଲା ପାପାଙ୍କ ହାତ। ମାମା ତ କାହିଁ କେବେ ପାପାଙ୍କ ହାତ ଧରିକି ବସନ୍ତିନି! ସୀମା ଆଣ୍ଟି ଭାବଛନ୍ତି କି ପାପା ପଳେଇବେ। ବୋକି। ସୀମା ଆଣ୍ଟି ଗୋରା କାଗଜ ପରି। ଚିକିମିକିଆ ଟିକିଲି ଲଗାନ୍ତି। ଗୁଗୁଲୁକୁ ବି ଭଲ। ଲାଗେ ଟିକିଲି। ହେଲେ ମାମା ରାଗନ୍ତି। ସୀମା ଆଣ୍ଟିଙ୍କ ଓଠରେ ଲିପ୍ଷ୍ଟିକ୍। ହାତରେ ପଥରବସା ଚୂଡ଼ି। ବେକରେ ହାର। କାନରେ ରୁଦ୍ରାକ୍ଷ। ଗ୍ରୀନ୍ କଲର ହାତକଟା ଚୂଡ଼ିଦାର ପିନ୍ଧିଛନ୍ତି, ଦେହସାରା ଚୁମୁକି କାମ। ମାମା ଗୋରା ନୁହଁନ୍ତି ଏତେ ବେଶୀ। ତଥାପି ମାମା ସୁନ୍ଦର ସୀମା ଆଣ୍ଟିଙ୍କଠୁ। ତା'ମାମା ସବୁଠୁ ସୁନ୍ଦର। ପାପାଙ୍କୁ କହିବ ଏଥର ମାମା ପାଇଁ ସ୍କାଏ କଲରର ଶାଢ଼ୀ ଆଣିଦେବେ। ଲିପ୍ଷ୍ଟିକ୍, ନେଲପଲିସ୍, ଚୂଡ଼ି ଆଣିଦେବେ। କେବେବି ଆଣି ଦେଉ ନାହାଁନ୍ତ ପାପା ମାମା ପାଇଁ କିଛି ବି। ଗୁଗୁଲୁକୁ ମାମା କ୍ଷୀର ଦିଅନ୍ତି, ଫଳ ଦିଅନ୍ତି। ବାଧ୍ୟ କରି ଖୁଆନ୍ତି। କହନ୍ତି କ୍ଷୀର ପିଇଲେ ସେ ଗୋରା ହୋଇଯିବ ଠିକ୍ କ୍ଷୀର ଭଳି।